''ଲୋପା ଲୋପା! ଏ କ'ଣ ପୁଣି ଫେରିଯାଉଛ କୁଆଡ଼େ ଲୋପା! '' କିଛି ନ ଶୁଣିଲା ପରି ଆଗରୁ ଆଗକୁ ଚାଲି ଯାଉଥିଲା ଲୋପାମୁଦ୍ରା ପଛରୁ ଦୌଡ଼ି ଯାଇ ଝିଙ୍କି ଧରିବାକୁ ଚେଷ୍ଟା କରୁଥିଲା ଚନ୍ଦ୍ରାବତୀ ''ଏ କ'ଣ ଲୋପା! ତୁମ ଚନ୍ଦ୍ରାଅପାର ଖୁସିରେ ତୁମେ କ'ଣ ଖୁସି ହେବନି? ତା'ଘରେ କ'ଣ ତୁମେ ଦିନୁଟିଏ ରହିବନି। ଯୁଗ ଯୁଗ ଧରି କେବଳ ଚନ୍ଦ୍ରାଅପା ତୁମ ନିକଟରେ ଋଣୀ ରହିଯିବ? '' ସବୁ ଯୁକ୍ତିକୁ କେବଳ ଫାଙ୍କି ଦେଇ ଚାଲି ଯାଉଥିଲା ଲୋପାମୁଦ୍ରା। ଆଖିକୋଣରୁ ଝରିପଡ଼ୁଥିଲା ବିନ୍ଦୁ ବିନ୍ଦୁ ଲୋତକ ଅସହାୟା ଭଳି ଚାହିଁଛି ଚନ୍ଦ୍ରାବତୀ ସମ୍ବଲପୁର ରାସ୍ତାର ଜନଗହଳି ମଧ୍ୟରେ ମିଳେଇଗଲା ଲୋପାମୁଦ୍ରା। ଆଉ ଦେଖିପାରୁନି ଚନ୍ଦ୍ରାବତୀ। ଆଖିରେ ଅନ୍ତରାଳକୁ ଚାଲିଯାଇଛି ସେ କଇଁ କଇଁ ହୋଇ କାନ୍ଦିଉଠି ବସାକୁ ଫେରିଆସିଲା ଚନ୍ଦ୍ରାବତୀ ଏଇ ତା'ର ଜୀବନର ଘୋର ପରାଜୟ। କିନ୍ତୁ କାହିଁକି କାହିଁକି ଲୋପାମୁଦ୍ରାର ଏ ପ୍ରତିବାଦ? ସାମାନ୍ୟ କିଛି ସମୟ ପରେ ବଜାରରୁ ଫେରିଲା ହେମକାନ୍ତ। ଅଚାନକ ଘର-ସଂସାର। ଏଥିପାଇଁ ଆବଶକୀୟ ସରଞ୍ଜାମ କ୍ରୟ କରିବା ଲାଗି ସେ ଯାଇଥିଲା ବଜାର। ପାଉଛ ଉପରେ ଗୋଡ଼ ଦେଇ ଚମକି ପଡ଼ିଲା ସେ। ହଠାତ୍ ଅହେତୁକୀ ପ୍ରଶ୍ନ ''ଏ କ'ଣ ଚନ୍ଦ୍ରା! ତୁମେ କାନ୍ଦୁଛ ଯେ! '' ଆହୁରି ଆହୁରି କଇଁ କଇଁ ହୋଇ କାନ୍ଦିଲା ଚନ୍ଦ୍ରାବତୀ ଜିନିଷଗୁଡ଼ିକୁ ସେଇଠି ଫିଙ୍ଗିଦେଇ ଘର ଭିତରକୁ ପଶିଗଲା ହେମକାନ୍ତ। ଚନ୍ଦ୍ରାବତୀର ମୁହଁକୁ ନିଜ କାମିଜରେ ପୋଛି ଦେଉଁ ଦେଉଁ କହିଲା-''କ'ଣ ହେଲା କ'ଣ ହେଲା ଚନ୍ଦ୍ରା! ତୁମେ କାନ୍ଦୁଛ କାହିଁକି? '' ମୁହଁ ଖୋଲିଲା ଚନ୍ଦ୍ରାବତୀ ''ଆଜି ମୋ ଜୀବନର ଘୋର ପରାଜୟ ହେମକାନ୍ତ ବାବୁ! ଯାହାକୁ ମୋ ନିଜର ଭଉଣୀ ପରି ମୁଁ ଗ୍ରହଣ କରିଥିଲି, ସେ ମୋ ବିବାହ କଥା ଶୁଣି ମୁହୂର୍ତ୍ତେ ସୁଦ୍ଧା ମୋ ପାଖରେ ରହିଲାନି। ମୋତେ ହତାଦର କରି ଚାଲିଗଲା। '' ଟିକେ ବ୍ୟସ୍ତ ହୋଇ ହେମକାନ୍ତ କହିଲା-''କିଏ.. କିଏ ସେ ଚନ୍ଦ୍ରାବତୀ? କୁହ ମୁଁ ତାଙ୍କୁ ପୁଣି ଜୋରକରି ଫେରାଇ ଆଣିବି। '' ''ପାରିବେ ପାରିବେ ହେମକାନ୍ତ ବାବୁ? ସେ ହେଉଚି କଟକର ବିଖ୍ୟାତ ବାରିଷ୍ଟର ଶାନ୍ତନୁ ଆଚାର୍ଯ୍ୟଙ୍କର କନ୍ୟା ଲୋପାମୁଦ୍ରା। ଏଇ ଶାନ୍ତନୁ ବାବୁଙ୍କ ପାଇଁ ହିଁ ମୁଁ ଆଜି ମଣିଷ। ସେ ମୋର ଧର୍ମର ବାପା ''। ଚମକି ଉଠି କ୍ଷଣକାଳ ସ୍ଥିର ହୋଇଗଲା ହେମକାନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲା ''ଲୋପାମୁଦ୍ରା କ'ଣ ଏ ବସାକୁ ଆସିଥିଲା '' ''ହଁ ହେମକାନ୍ତ ବାବୁ! ଆସିଥିଲେ, କିନ୍ତୁ ଫେରିଗଲେ ଠିକ୍ ନ ଆସିବା ଭଳି। '' ଦୀର୍ଘ ପିଃଶ୍ୱାସ ପକାଇ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଥିଲା ହେମାକନ୍ତ ବାଧା ଦେଇ କହିଲା ଚନ୍ଦ୍ରାବତୀ-''ତୁମେ କ'ଣ ତାଙ୍କୁ ଫେରାଇ ଆଣି ପାରିବନି ହେମକାନ୍ତ ବାବୁ? '' ନିଷ୍ଠୁର ଭାବେ ଗର୍ଜିଉଠି ହେମକାନ୍ତ କହିଲା-''ନାଁ ଚନ୍ଦ୍ରାବତୀ ଲୋପାମୁଦ୍ରା ହିଁ ଠିକ୍ଏମିତି ଫେରିଯିବା ଉଚିତ। '' ''କିନ୍ତୁ କାହିଁକି କାହିଁକି ହେମକାନ୍ତ ବାବୁ! '' ଚନ୍ଦ୍ରାବତୀର ଛାତିରେ କରୁଣତାର ଝଡ଼ ହଠାତ୍ ଗମ୍ଭୀର ହୋଇଉଠି ହେମକାନ୍ତ କହିଲା-''ଏଇ ସେହି କଲେଜ ଛାତ୍ରୀ ଯାହା ସମଗ୍ର ବିଶ୍ୱବିଦ୍ୟାଳୟରେ ମୁଁ ଜଣେ କୁଖ୍ୟାତି ଅଧ୍ୟାପକ। ଆଉ ଏହି ସେହି ପ୍ରେମିକା ଯିଏ ମୋତେ ତା' ହାରରୁ ଫେରାଇ ଦେଇଥିଲା ଆଘାତ କରି। '' ଆହୁରି ଜୋରରେ କାନ୍ଦିବାକୁ ଲାଗିଲା ଚନ୍ଦ୍ରାବତୀ ''ନାଁ ନାଁ, ହେମକାନ୍ତ ବାବୁ! ମୋ ଲୋପା ଖରାପ ଝିଅ ହୋଇ ପାରେନା। ତୁମର-ଆଗରୁ ଏ କଥା କହିବା ଉଚିତ ଥିଲା ହେମକାନ୍ତ ବାବୁ। ତୁମେ ଭୁଲ୍ କରିଛ.. ତୁମେ ପାପ କରିଛ। ଏ ବାରବୁଲା ରିଫୁଇଜି ବାଳିକାକୁ ଛାଡ଼ି ତୁମେ ପୁଣି ଲୋପାକୁ ଗ୍ରହଣ କର ହେମକାନ୍ତ ବାବୁ! ମୁଁ ଖୁବ୍ ଖୁସି ହେବି। ମୁଁ ଖୁବ୍ ଆନନ୍ଦିତ ହେବି। କହିବ ତ ଆଜୀବନ ତୁମର ଦାସୀ ହୋଇ ତୁମ ପାଦତଳେ ଖଟିବି। କିନ୍ତୁ ଶେଷରେ ଖାଲି ଗୋଟିଏ ଅନୁରୋଧ-ତୁମେ ଲୋପାକୁ ଗ୍ରହଣ କର। ନ ହେଲେ ମୋ ପ୍ରାଣ ଡହଳ ବିକଳ ହୋଇ ଛାଡ଼ିଯିବ।